ଯଦି ତୁ ନ ରାଗୁ ତେବେ କହିବି। ସତେଯେପରି କି ଗୋଟାଏ ଅନ୍ୟାୟ କଥା କହିବାକୁ ଯାଉଛନ୍ତି। ସିଏ! ସେହିପରି ଅପରାଧୀ ଭଙ୍ଗୀରେ ଠିଆ ହୋଇ ରହିଲେ ପୁଅ ମୁହଁକୁ ଚାହିଁ। ସେହି ଭଙ୍ଗୀଟି ଦେଖି ମାୟା ହେଲା ଡାକ୍ତରଙ୍କର। କହିଲେ–କହୁନ, ରାଗିବି କାହିଁକି? ମୁଁ ଖାଲି ତୁମ ଉପରେ ରାଗେ ନାଁ? କହୁଥିଲି କି, ଅଳକା କହିଥିଲା ତା'ର ସେଇ ନଣନ୍ଦଟିକୁ ତୋ ହାତରେ ତୋଳି ଦେଇପାରିଲେ ସେ ବହୁତ ଖୁସି ହେବ। ତତେ ସିଏ ଭାରି ମନେ ମନେ ପସନ୍ଦ କରିଛି। ତାପରେ ସେ କହୁଥିଲା ନଣନ୍ଦ ତା'ର ତୋର ଯୋଗ୍ୟ ନୁହେଁ, ପାଠ ପଢ଼ିଲାନି। ମୂର୍ଖଟେ। ତଥାପି ଡାକ୍ତରବାବୁ ଯଦି ଦୟା କରି ଗ୍ରହଣ କରନ୍ତି ତା'ହେଲେ ସେ ଜାଣିବ ଯେ ଠାକୁରଙ୍କର ଅସୀମ କରୁଣା ତା' ମୌସୁମୀ ଉପରେ। ତା' ନିଜ ଉପରେ ବି। ମୋତେ କହିଥିଲା ତତେ କହିବାକୁ। ମୋର ମୁଁହ କହିଦେଲି। ଏଥର ତୋର ଯାହା ଇଚ୍ଛା। କ୍ଷଣେ ନୀରବରେ କଟାଇ ଦେବା ପରେ ଅପରାଜିତା ପୁଣି ପଚାରିଲେ, କ'ଣ ତାଙ୍କୁ କହିବି, କହିଲୁ? ଡାକ୍ତରଙ୍କ ମନ ହଠାତ୍ କି ଏକ ଅଜଣା ଆନନ୍ଦରେ ପରିପୂର୍ଣ୍ଣ ହୋଇଗଲା। ମନେ ମନେ ଭାବିଲେ ରୂପ ନଥିଲେ ମଣିଷର କ'ଣ ଏପରି ନାଁ ହୁଏ! ସେ ପାଠ ପଢ଼ିନି, ନ ପଢ଼ୁ। ମୋ ବୋଉ ତ ପାଠ ପଢ଼ିନାହାନ୍ତି। କିନ୍ତୁ ସେଇ ବୋଉକୁ ମୋର ବୋଉ ବୋଲି ଡାକିଦେଲେ ମନଟା ଅଜଣା ପୁଲକରେ ଭରିଯାଏ। ବୋଉଙ୍କର ଟିକିଏ ଅନୁପସ୍ଥିତି ସାରା ଘରେ ଶୂନ୍ୟତା ଭରିଦିଏ। ମୋ ବୋଉଙ୍କର ଛାତି ତଳେ ବିଛା ହୋଇ ରହିଚି ସ୍ନେହ ମମତାର ଗାଲିଚା, ଯେଉଁ ଗାଲିଚାରେ ନାଚି କୁଦି ଆମେମାନେ ଏଡ଼େଟିରୁ ଏଡ଼େଟିଏ ହେଲୁ। ପାଠ, କ'ଣ ହେବ ପାଠ! ଯାହା ଭିତରେ ମୋ ବୋଉ ନ ଥିବେ ତା'ର ପାଠ ଥାଇ କେତେ, ନ ଥାଇ କେତେ। ଅଳକାଙ୍କ ହାତ ତିଆରି ଝିଅ ହେଲା ସେଇ ମୌସୁମୀ। ଅଳକାଙ୍କର ସବୁ ମୋ ବୋଉଙ୍କ ପରି। କ'ଣ ଭାବୁଛୁ? ଅପରାଜିତାଙ୍କ ଗଳାରେ ବ୍ୟାକୁଳ ବ୍ୟଗ୍ରତା। କିଛି କହିବୁ ତ, ନା ନାହିଁ? ମୋର ତେଣେ କେତେ କାମ ବାକି ପଡ଼ିଚି। କିଛି ତୋର କହିବାର ଥିଲେ ଜଲ୍ଦି କହ। ତଳକୁ ମଥା ପୋତିଲେ ଡାକ୍ତର। ଲଜ୍ଜାନମ୍ର ଆଖି ମେଲି ଥରଟିଏ ଚାହିଁନେଲେ ବୋଉଙ୍କର ଆଗ୍ରହଭରା ମୁହଁଟିକୁ। ଲାଜମିଶା ସ୍ୱରରେ କହିଲେ ମୁଁ କ'ଣ କହିବି। ତୁମକୁ ଯାହା ଭଲଲାଗୁଚି ବା ତୁମର ଯାହା ଇଚ୍ଛା ହେଉଛି ତୁମେ ସେ ଯାଇ କର। ମତେ କାହିଁକି ପଚାରୁଛ? ଅପରାଜିତାଙ୍କ ସାରା ଦେହ ମନରେ ବୋହିଗଲା ଏକ ଆନନ୍ଦର ଝଡ଼। ପୁଅକୁ କୁଣ୍ଢାଇ ପକାଇଲେ। ମୁହଁରେ ଆନନ୍ଦର ପୂର୍ଣ୍ଣିମା। ଆଖିତଟରେ ଅଶ୍ରୁର ପ୍ଲାବନ। ତା'ପରେ, ଛୋଟ ଝିଅଟିପରି ଦଉଡ଼ିଗଲେ ତଳକୁ ସ୍ୱାମୀ ଓ କନ୍ୟାଙ୍କୁ ଶୁଣାଇ ଦେବାକୁ ଏହି ଅପ୍ରତ୍ୟାଶିତ ବାର୍ତ୍ତା! ତୀବ୍ର ଚଞ୍ଚଳ କଣ୍ଠରେ ଡାକ ପକାଇଲେ ମନୋରଞ୍ଜନ ଭଉଣୀକୁ। ତୋ ଲୁଗା ପିନ୍ଧା ସରିଲା ତନୁ। ମୋର ପରା ସମୟ ହେଇଯାଉଛି। ମୋତେ ପୁଣି ଆଉ ଗୋଟିଏ ଜାଗାକୁ ଯିବାକୁ ପଡ଼ିବ। ଠିକ୍ ସାତଟାରେ ଚୌଧୁରୀ ବାବୁଙ୍କ ଘରୁ ବାହାରି ନ ଆସିଲେ ହେବନି। ଓହୋଃ, କେତେ ଡେରି ଯେ ତୁ କରୁ। ମୋର ପୁଣି ଆଜି ବହୁତ କାମ। ନୀତିତ, ଚାରିଟା କଲ୍ ପାଇଛି। ଚଞ୍ଚଳ ପାଦରେ ଧାଇଁଆସିଲା ତନୁ। କହିଲା–ହେଇଟି ଭାଇନା, ମୁଁ ଆସିଗଲି। ଚାଲ ଏଥର। ଏଇକ୍ଷଣି ତ ମନ ତୁମର ତାଙ୍କରି ଘରେ ପଡ଼ିଥିବ। ଆଉଟିକେ ଯେବେ ତାଙ୍କୁ ଦେଖିଥାଆନ୍ତ ନା, କହନ୍ତ ତାଙ୍କରି ଘରେ ରହିବି। ଆଉ ଏଠିକି ଆସିବିନି। ଚନ୍ଦ୍ରମା କାଳୀ କି ଗୋରୀ ତା'ର ଠିକ୍ ନାହିଁ। ତୁମେ ଖାଲି ଉଚ୍ଛନ୍ନ ହୋଇପଡ଼ୁଛ। ଲୁଗାଟାକୁ କାନ୍ଧ ଉପରେ ସଜାଡ଼ୁ, ସଜାଡ଼ୁ ତନୁ ଏତକ କହି ଭାଇନାଙ୍କ ମୁହଁକୁ ଚାହିଁ ହସିଦେଲା। ରୋଷକୟିତ ନୟନରେ ଥରେ ଭଉଣୀ ମୁହଁକୁ ଚାହିଁଲେ ଡାକ୍ତର। ତାପରେ ଚୌକିରେ ବସିପଡ଼ି ବୋଉକୁ ଡାକି କହିଲେ ମୁଁ ଯିବିନି ବୋଉ। ତନୁ ତା'ର ଏକା ଯାଉ। କେଦାରଗୌରୀଆଡ଼େ ମୋର ଜଣେ ରୋଗୀ ଅଛନ୍ତି, ମୁଁ ସେଇଆଡ଼େ ଯାଉଛି। ସାଙ୍ଗେ ସାଙ୍ଗେ ହାତ ଯୋଡ଼ିଲା ତନୁ। କହିଲା–ହଉ ହଉ ବାବା, ମୋର ଦୋଷ ହୋଇଯାଇଚି। ମୁଁ ଆଉ ତୁମକୁ କେବେ କିଛି କହିବିନି ହେଲାତି?